ଏତେ ଆବେଗ, ଏତେ ଆକୁଳତା ଦେଇ ଛାତିରେ ଜାକି ଧରିଲେ ବି ଯେମିତି ଆହୁରି ବିକାଶ ବାକି ରହି ଯାଉଛି। ବିକାଶ ଯେ କେବଳ ସୌଦାମିନୀଙ୍କ ରତ୍ନନିଧି ଓ କୋଳ କନ୍ଦୁକ ହୋଇ ରହିଥିଲା, ଏମିତି ନୁହେଁ, ତା ବାପାଙ୍କର ସେ ଥିଲେଏକ ପ୍ରକାଣ୍ଡ ସ୍ୱପ୍ନ, ବିଶାଳ ପରିକଳ୍ପନା। ସୌଦାମିନୀ ବିକାଶର ହସ କୌତୁକରେ ଯେମିତି ମୁଗ୍ଧ ହୋଇ ଦିନ ବିତାନ୍ତି, ସ୍ୱାମୀ ତାଙ୍କର ବିକାଶକୁ ନେଇ ସେତିକି ଯୋଜନା ପ୍ରସ୍ତୁତ କରନ୍ତି। ତେଣୁ ଏହି ପିଲାବେଳୁକୂ ବିକାଶର ଲାଳନପାଳନରେ ଅଭିନବତ୍ଵ ଜାଗି ଉଠେ। ତାରି ଖାଇବା, ପିଇବା, ପୋଷାକ,ପରିଚ୍ଛେଦ ସବୁଥିରେ ଏହି ଅଭିନବତ୍ଵ ତାଙ୍କୁ ତାଙ୍କ ପରିବାରରେ ପୃଥକ ଭାବରେ ସଜାଡ଼ି ରଖେ। ତା ପାଇଁ ସବୁ ଦାମୀ ପୋଷାକ, ଦାମୀ ଖାଦ୍ୟ କେଉଁଥିରେ ତାର ବାପା ତ୍ରୁଟି ରଖିନାହାଁନ୍ତି । ଆଉ ସୌଦାମିନୀ, ତାଙ୍କରି ସେହି ଅତୁଳ ସ୍ନେହ ଦାନରେ କଣ ତ୍ରୁଟି ରଖି ପାରନ୍ତେ? ବରଂ ଏ ଦାନ ନିବିଡ଼ରୁ ନିବିଡ଼ ତମ ଓ ରସାଳରୁ ରସ ପ୍ରଗାଢ଼ ହୋଇ ତାଙ୍କୁ ବେଶୀ ବିମୋହିତ କରେ। ମାତ୍ର ବିକାଶକୁ ନେଇ ସୌଦାମିନୀଙ୍କର ସେହି ଏକକ ତନ୍ମୟିତ ସ୍ୱପ୍ନ ଦୀର୍ଘଜୀବୀ ହୋଇ ପାରିଲାନି। ସେ ସ୍ୱପ୍ନ ଭାଗ ଭାଗ ହୋଇଗଲା, ଏକାଗ୍ରତା ଭାଙ୍ଗିଗଲା। ମନ ଚହଲି ଗଲା । ସୌଦାମିନୀ ଦେଖିଲେ, ବୁଝିଲେ, ବିକାଶକୁ ଚାରି ବର୍ଷ ପରେ କ୍ରମେ ଦେଢ଼ ବର୍ଷ ଅନ୍ତରରେ ଭଗବାନ ତାଙ୍କୁ ଆହୁରି ପାଞ୍ଚଟି ସନ୍ତାନ ଦାନ କରି ସାରିଲେଣି। ସୌଦାମିନୀଙ୍କର ମନେହୁଏ, ଏଇ ପାଞ୍ଚଟା ଛୁଆଙ୍କ ଜଞ୍ଜାଳରେ ସାରୁଚନ୍ତି ବୋଲି ବିକାଶ ଯେମିତି କହୁଚି ବୋଉ, ତୁ ମତେ ଆଉ ଭଲ ପାଉନୁ, ଗେଲ କରୁନୁ, ପାଖରେ ଶୁଆଉନୁ । ମୁଁ ତୋ ପାଖେ ଶୋଇବି ବୋଉ, ତୋ କୋଳରେ। ସୌଦାମିନୀ ଆଖି ବୁଜି ନୀରବ ରହିଯାନ୍ତି। ସ୍ଵାମୀଙ୍କ ପାଖେ ଶୋଇଥିବା ବିକାଶର ସେହି ନୀରବ ମୁଖରେ ଚୁମ୍ବନ ପରେ ଚୁମ୍ବନ ଅଜାଡ଼ି ଦିଅନ୍ତି। ତାପରେ ଫେରି ଆସନ୍ତି ସେଇ ଛୋଟ ଛୋଟ କାନ୍ଦରା ଛୁଆଙ୍କ ଗହଳିକୁ। ବିକାଶର ବାପା କିନ୍ତୁ ସୌଦାମିନୀଙ୍କ ପରି ଏତେ ବିଚଳିତ ମନରେ ରହିପାରନ୍ତି ନାହିଁ। ବିକାଶକୁ ନେଇ ତାଙ୍କର ପରିକଳ୍ପନା ଯାହା ଥିଲା ତାକୁ ସେ ଆହୁରି ଉଜ୍ଜ୍ୱଳ କରିବାକୁ ଚେଷ୍ଟା କରନ୍ତି। ବିକାଶ କେମିତି ସର୍ବୋଚ୍ଚ ଶିକ୍ଷା ପାଇବ, ବିଦେଶରୁ ନାଁ କରି ଫେରିବ, ଏହି ଆଶାରେ ଆଉ ପାଞ୍ଚଟା ଛୁଆଙ୍କୁ ଉପେକ୍ଷା କରି, ବିକାଶର ଶିକ୍ଷା ମୂଳଦୁଆକୁ ଉନ୍ନତ, ଶକ୍ତି କରିବାର ସମସ୍ତ ଚେଷ୍ଠାରେ ସେ ନିଜକୁ ବୁଡ଼ାଇ ରଖନ୍ତି। ବିକାଶ ମଧ୍ୟ ବାପାଙ୍କ ପ୍ରେରଣା ଓ ଯନ୍ତ୍ରରେ ତାର କୃତିତ୍ୱ ଦେଖାଇ ଚାଲେ, କ୍ଲାସରେ ଫାଷ୍ଟ ହୁଏ। ତାର ବାପା, ବିକାଶ ପାଠପଢ଼ାରେ ଭଲ ଲକ୍ଷଣ ଦେଖି ତାର ପରିକଳ୍ପନାକୁ ଆହୁରି ପରିବର୍ଦ୍ଧିତ କରନ୍ତି। ଅନ୍ୟାୟ ଭାବେ ବିକାଶକୁ ନ୍ୟାୟ ପାଞ୍ଚଟା ପିଲାଠାରୁ ପୃଥକ କରି ରଖନ୍ତି, ଖାଦ୍ୟରେ, ବସ୍ତ୍ରରେ, ସ୍ନେହରେ। ଅନ୍ୟାୟ ବୋଲି ଭାବିଲେ ମଧ୍ୟ ଯେମିତି ବିକାଶକୁ ସେ ସାଧାରଣ ସ୍ତରକୁ ଖସାଇ ଆଣି ପାରନ୍ତି ନାହିଁ କିନ୍ତୁ ଅକସ୍ମାତ ସେଦିନ। ଓଃ, ସେ କି ଭୟାନକ ଦିନ ତାଠାରୁ ବଳି ଆହୁରି ଦୁର୍ଦ୍ଦିନ କଣ ଥାଇପାରେ ନାରୀ ଜୀବନରେ? ଅଚାନକ ବିନା ବତାସରେ ତାଙ୍କ ସଂସାରଦୀପ ଲିଭିଗଲା । ଜୀବନ ହୋଇଗଲା ଗାଢ଼ ଅନ୍ଧକାର। ସେହି ଅନ୍ଧାର ଭିତରେ ଛ ଟା ପିଲାଙ୍କୁ ସାଉଁଟି ଧରିବାକୁ ବିକଳ ହୋଇ ସୌଦାମିନୀ ହାତ ବଢ଼ାଇଲେ କିନ୍ତୁ ତାଙ୍କ ହାତଟାକୁ ବିକାଶ ମୁଠେଇ ଧରିଚି, ତାର ସବୁ ଶକ୍ତି ଦେଇ। ତେର ବର୍ଷର ପୁଅ ବିକାଶ। ତାର ଛୋଟ ବାହୁ ବଢ଼ାଇ ମାଆକୁ ଆଶ୍ଳେଷିତ ରଖୁଛି। ବିକାଶ ହାତର ସେହି ଦୁର୍ବଳ ବନ୍ଧନରେ ସୌଦାମିନୀ କାନ୍ଦିପାରି ନ ଥିଲା। ଅଶ୍ଵସ୍ତ ବି ହୋଇ--